ଏକ ସର୍ବହରା ବ୍ୟାକୁଳତା ଭିତରେ ହଜି ଯାଉଥିଲା ତାଙ୍କର ସ୍ଵଭାବ ସୁଲଭ ଗାମ୍ଭୀର୍ଯ୍ୟ, ବିଜୟାର ଗଣ୍ତ ବାହି ଝରି ପଡ଼ୁଥିଲା ଦୁଇଧାର ଲୁହ। "କି ଏକ ଶୁଭକ୍ଷଣରେ ଶ୍ରୀକ୍ଷେତ୍ର ଉଦ୍ଦ୍ୟେରେ ଗୋଡ଼ ବଢ଼ାଇଥିଲି ମୁଁ, ପ୍ରଭୁ ନିଳାଚଳ ନାଥ ଆଜି ମୋତେ ଫେରାଇ ଦେଇଛନ୍ତି ମୋର ମା'କୁ। '' ଭାବ ଗଦ ଗଦ, ଅଶ୍ରୁରୁଦ୍ଧ କଣ୍ଠରେ ଏତିକ କହି, ଦୁଇ ହାତ ଯୋଡ଼ି କପାଳ ଉପରକୁ ଉଠାଇଲେ ଉମାଶଙ୍କର। ତା'ପରେ ବିଜୟାର ଅଯତ୍ନ ବିନ୍ୟସ୍ତ ଚୂର୍ଣ୍ଣକୁନ୍ତଳଗୁଡ଼ିକୁ ସଜାଡ଼ି ଦେଉଁ ଦେଉଁ କହିଲେ—"ଚାଲି ଯିବୁନି ତ ମା' ଆଉଥରେ ଏ ବୁଢ଼ାପୁଅକୁ ଛାଡ଼ି। '' ଛୋଟ ପିଲାଙ୍କ ଭଳି ଭାବ ପ୍ରବଣ ହୋଇ ଉଠୁଥିଲେ ସେ। ଭାବ ପ୍ରବଣ ତା ଭିତରେ ହଜି ଯାଇଥିଲା ତାଙ୍କର ସ୍ଵଭାବ ସୁଲଭ ଗାମ୍ଭୀର୍ଯ୍ୟ। ବିଜୟାର ଧୈର୍ଯ୍ୟ ନ ଥିଲା ସେତେବେଳକୁ। କ'ଣ କହିବାକୁ ଯାଇ କଇଁ କଇଁ ହୋଇ କାନ୍ଦି ଉଠିଲା ସେ। ଉମାଶଙ୍କର ତାକୁ କୋଳକୁ ଆଉଜାଇ ନେଇ ପିଠିରେ ତା'ର ହାତ ବୁଲାଉ ବୁଲାଉ କହିଲେ— "ଛି ମା! ତୁ ପୁଣି କାହିଁକି କାନ୍ଦୁଛୁ। ମୁଁ ଚାହେଁନା ଅଧିକ କିଛି ଜାଣିବାକୁ। ତୁ ମୋର ମା-। ମୁଁ ତୋର ବୁଢ଼ାପୁଅ। ଏତିକି ମୋ ପକ୍ଷରେ ଯଥେଷ୍ଟ। '' ଅନେକ କ୍ଷଣ ପରେ ବିଜୟା ଶାନ୍ତି ହେଲା। ଖାଇ ବସିଲା। ଉମାଶଙ୍କର ଶାନ୍ତିର ନିଶ୍ଵାସ ମାରିଲେ। ମହାନଦୀ ପୋଲ ଉପରେ ପଡ଼ି ଟ୍ରେନଟିର ଗତି ମନ୍ଦ ହୋଇ ଯାଇଥିଲା। ବାଷ୍ପିୟ ଯାନଟାର ଅତି ବିକଟ ଚିତ୍କାର ଭିତରେ ଲୀନ ହୋଇ ଯାଇଥିଲା ପାଖ କମ୍ପାର୍ଟମେଣ୍ଟରୁ ଭାସି ଆସୁଥିବା ଅନ୍ଧ ଭିକ୍ଷୁକର ଜଗନ୍ନାଥ ଜଣାଣ। ଅଥଳ ଅକୂଳ ବଙ୍ଗୋପ ସାଗର… ଆଉ ତା'ରି ଗୋଟିଏ କୂଳରେ ପୁରୀ। ଅଗଣିତ ଯାତ୍ରୀଙ୍କର ଭିଡ଼ ସବୁଦିନେ ଏଇ ପୁରୀରେ, କେବଳ ନୀଳାଚଳନାଥଙ୍କ ପାଇଁ ନୁହେଁ ସମୁଦ୍ରର ଉଦବେଳିତ ଆଉ ମହାନ୍ ରୂପ ବି ଏକ ଆକର୍ଷକ, ଚୁମ୍ଵକ ପାଖକୁ ଲୁହାଟାଣି ହୋଇ ଆସିବା ପରି ବହୁଯାତ୍ରୀ ଆସନ୍ତି ଏଇ ପୁରୀଧାମକୁ, ଜଗନ୍ନାଥ ଦର୍ଶନ କରିବା ସଙ୍ଗେ ସଙ୍ଗେ, ସମୁଦ୍ରର ମହାନ୍ ରୂପ ଦେଖି, ସମୁଦ୍ରରେ ଆବଗ୍ରାହି ନିଜକୁ ସାର୍ଥକ କରିବାକୁ। ସେଇ ସମୁଦ୍ର କୂଳରେ ସୂର୍ଯ୍ୟୋଦୟର କିଛି ପୂର୍ବରୁ…..। ବେଳା ମୁଖରିତ ହୋଇ ଉଠିଚି ନାନା ଜାତି ଲୋକଙ୍କର ଗୁଞ୍ଜନରେ। ସମୁଦ୍ର ସହିତ ଲଢ଼େଇ କରି ଯେଉଁମାନେ ଜୀବିକା ଅର୍ଜନ କରନ୍ତି, ଡଙ୍ଗାନେଇ ସମୁଦ୍ର ଭିତରକୁ ଯିବାପାଇଁ ଉତ୍ତାଳ ତରଙ୍ଗମାଳା ସହିତ ସେମାନଙ୍କର ଚାଲିଛି କସରତ୍। ବେଳାର ଅଳ୍ପ ଦୂରରେ ସୁରମ୍ୟ ଏକ ଦୁଇମହଲା କୋଠାର ଗୋଟିଏ ଛୋଟ ପ୍ରକୋଷ୍ଠର ଝରକା ଖୋଲିଦେଇ ବିଜୟା ଜଗି ରହିଚି ସୂର୍ଯ୍ୟୋଦୟ ଦେଖିବାକୁ। ମଝିରେ ମଝିରେ ସେ ଦୃଷ୍ଟି ବୁଲେଇ ନେଉଚି ବେଳା ଭୂମିର ଜନ ସମୁଦ୍ର ଉପରେ। ପୁଣି ସମୁଦ୍ରକୁ ଅତିକ୍ରମି ଦୃଷ୍ଟି ତା'ରି ଭାଷି ଯାଉଚି ଚକ୍ରବାଳର ନିକଟକୁ, ଯେଉଁଠି ରକ୍ତ ଗୋଲକଟିଏ ଆକାଶ ଉପରକୁ ଉଠି ଆସିବାର ଆୟୋଜନ ଚାଲିଚି। କୋଠାଟିକୁ ଘେରି ରହିଥିବା ବଗିଚା ଭିତରୁ ଫୁଟନ୍ତି ଦେଶୀ ଆଉ ବିଲାତି ଫୁଲର ମିଠା ଗନ୍ଧରେ ଭରି ଉଠିଚି ସେଇ ଛୋଟ କୋଠରଟି। ଦୂରରୁ….. ଖୁବ୍ ଦୂରରୁ ଗୋଟିଏ ବଂଶୀର ଶ୍ରୁତି ମଧୁର ସ୍ଵର ଲହରୀତ ହେଇ ଭାଷି ଆସୁଚି। ତଳେ ରାସ୍ତା ଉପର ଦେଇ ଖଣ୍ତେ ରିକ୍ସା ବି ଆଗେଇଚି ଏଇ ଥଣ୍ତାରେ, ଆଉ ରିକ୍ସା ବାଲା ଗାଉଚି… "ଅରମାନୋ କି ଗୁଲ୍ସନ ଉଜଡ଼ ଗୟା, ବର୍ବାଦ ଜମାନୀ ହୋ ଗଇ…